ଇଏ ଧର୍ମର କଥା ନୁହେଁ, ଉପଲବ୍ଧିର କଥା। ମାଟିର କଣ୍ଢେଇ ସରସ୍ୱତୀ, କିନ୍ତୁ ତାକୁ କେନ୍ଦ୍ର କରି ବିଦ୍ୟା ଏବଂ ଜ୍ଞାନର ଉପଲବ୍ଧି। ଧନସମ୍ପତ୍ତି ଲାଭ କରୁ, କାରଣ ଆମର କଳ୍ପନାରେ ଥାଆନ୍ତି ଲକ୍ଷ୍ମୀ। ମୁନି ଋଷିଙ୍କୁ ଦର୍ଶନ କରିବାମାତ୍ରେ ଅନୁଭବ କରୁ ଦର୍ଶନତତ୍ତ୍ୱ। ଦୈବସତ୍ତାର ସଂସ୍ପର୍ଶରେ ଆସି ଈଶ୍ୱରକୁ କଳ୍ପନା କରୁ। ବସ୍ତୁକୁ ଆମେ ଜାଣୁ ସତ୍ୟ। ବସ୍ତୁକୁ ଧାରଣ କରିବା ସଙ୍ଗେ ସଙ୍ଗେ ଧାରଣ କରୁ ତାର ଆକାରକୁ। ତାରି ଭିତରେ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାକୁ ଚାହୁଁ। ତେଣୁ ଜାଣିବାଟାକୁ ଜ୍ଞାନ କୁହାଯାଏନା, ଉପଲବ୍ଧି ହିଁ ପ୍ରକୃତ ଜ୍ଞାନ। ସଭ୍ୟ ଜଗତର ଚେତନା ମଧ୍ୟରେ ଯେତେବେଳେ ମୁଁ ଆସି ପହଞ୍ଚିଲି, ସେତେବେଳକୁ ମଧ୍ୟାହ୍ନ ହୋଇଯାଇଥାଏ। ରେଳପଥର ପ୍ରାନ୍ତଦେଶରେ ପାହାଡ଼ ପର୍ବତରେ ଶରତ୍କାଳୀନ ରୌଦ୍ର ଲୁଚକାଳି ଖେଳରେ ବ୍ୟସ୍ତ। ଗୌହାଟୀ ବହୁତ ଦୂର, ବୋଧହୁଏ ଆହୁରି ଅଶୀ ମାଇଲ। ଗାଡ଼ି ଚାଲିଚି ହିମାଳୟର ପୂର୍ବଦ୍ୱାର ଅଭିମୁଖରେ। ଡାଏରୀ ଲେଖୁଚି ମନେ ମନେ। ଆଖିରେ ପଡ଼ୁଛି ଦୂରରେ ଗୋଟିଏ ଦୁଇଟି ଚାଷୀ ଗାଁ ଧାନ କଟା ଶେଷ ହୋଇଯାଇଛି। ପଡ଼ିରହିଛି ଶୂନ୍ୟ ପ୍ରାନ୍ତର। ଭାରି ଭଲ ଲାଗୁଛି ଏହି ଜନଶୂନ୍ୟତା। ମଣିଷ ଦେଖାଯାଉ ନାହାନ୍ତି ବୋଲି ଏହି ଆନନ୍ଦ। ଏକ ଜନବହୁଳ ଅଞ୍ଚଳରେ ମୁଁ ରହି ଆସିଛି। ମଣିଷର ତରଙ୍ଗ କଥା କଥାରେ ଆମ ଦେହରେ ଢେଉ ଭାଙ୍ଗେ। ମଣିଷର ବନ୍ୟା ଆମ ସମାଜଜୀବନରେ ଦୁଇକୂଳ ଖାଇ ଚାଲିଛି ପ୍ରତିଦିନ। ପରିପ୍ଲାବିତ କରିଛି ଚୌଦିଗ। ନିତ୍ୟ ଦୁଇ ହାତରେ ପ୍ରାଣପଣେ ଠେଲି ପେଲି ଦେଉଛି ମଣିଷର ଏହି ସମାଗମକୁ, ଜନତାର ଜଘନ୍ୟ ଚାପକୁ। ମଣିଷ ଗନ୍ଧରେ, ମଣିଷର ରାଜନୀତିରେ ମୋର କଣ୍ଠରୋଧ ହୋଇଛି। ମଣିଷର ଧକ୍କାରେ ଆହତ, ପ୍ରତିହତ ମୁଁ। ଫୋପାଡ଼ି ହୋଇ ପଡ଼ିଛି ଏକ ଅବାଞ୍ଛିତ ସ୍ଥାନରେ। ରକ୍ଷା ପାଇବା ପାଇଁ ଶେଷରେ ଆଣ୍ଠେଇ ପଡ଼ିଛି। ଆମର ଘରଦ୍ୱାର, ଗଳି କନ୍ଦି, ନାଳ ନର୍ଦ୍ଦମା, ବନ୍ଧ ପୁଷ୍କରିଣୀ, ଉଦ୍ୟାନ ପ୍ରାନ୍ତର ମଣିଷର ଚାପରେ ଭରିଯାଇଛି, ବଞ୍ଚିବାର ଉପାୟ ନାହିଁ। ଆଶ୍ରୟ ନେବାର ସ୍ଥାନ ନାହିଁ, ନିଶ୍ୱାସ ନେବା ପାଇଁ ନିର୍ମଳ ବାୟୁ ନାହିଁ। ମଣିଷର ଉତ୍କଟ ଦୁର୍ଗନ୍ଧରେ ଦୂଷିତ ବାତାବରଣ ମଧ୍ୟରେ ଅନ୍ତିମ ନିଦ୍ରାରେ ଯକ୍ଷ୍ମାରୋଗୀ ଭଳି ଆନ୍ଦନ୍ଦୋଜ୍ଜ୍ୱଳ ମୁକ୍ତିମନ୍ତ୍ର ହୋଇଛି ମୋର ଜପ। ଆମେ ଓଡ଼ିଆ ଭାରି ଭଲ ଲାଗୁଛି ଉଦାରଶୂନ୍ୟ ପ୍ରାନ୍ତରର ସ୍ନିଗ୍ଧ ହାୱା। ମଣିଷକୁ ପଛରେ ପକେଇ ଚାଲିଛି ମୁଁ, ତେଣୁ ପଦେ ପଦେ ବଞ୍ଚିତ ବୋଧ କରୁଛି। ଜାଣିବାକୁ ଆସିଛି ହିମାଳୟକୁ ଏବଂ ଅପରିଚିତ ଦୁର୍ଦ୍ଧର୍ଷ ନାଗାଜାତିକୁ ପାହାଡ଼ କୋଳରେ ସନ୍ତାନ ରଣଚଣ୍ଡମାନଙ୍କୁ। ମାନସଖଣ୍ଡ ସୀମାରେ ଦଣ୍ଡାୟମାନ ହୋଇ ତିନିଜଣ ବ୍ରାହ୍ମଣ ଏକଦା କୈଳାସପତିଙ୍କ ଆଶୀର୍ବାଦ ଲାଭ କଲେ। ତୁମର ଭାରତ ବିଜୟ ଯାତ୍ରା ସାର୍ଥକ ହେଉ। ତୁମେ ଦେବଭୂମିର ଉଦାର ନୀଳନଭ ତଳେ ସଭ୍ୟତା ଓ ସଂସ୍କୃତିର ବାର୍ତ୍ତା ବହନ କରିନିଅ। କାଳର ପ୍ରହରୀ ଭଳି ଭାରତକୁ ତୁମେମାନେ ଆବହମାନ କାଳ ବେଷ୍ଟନ କରି ରହ। ତରୁଣୀ ଭୈରବୀ ଆସି ଠିଆହେଲେ ହସ ହସ ମୁହଁରେ। ତାଙ୍କର ନିବେଦନ, ପ୍ରଭୁ। ମାନସର ନୀଳପଦ୍ମ ପାତ୍ରରୁ ମୁଁ ବି ଅଞ୍ଜଳି ଭରି ଆସିଛି, ଆଦେଶ ହେଉ, ମୁଁ ମଧ୍ୟ ଯାତ୍ରା କରିବି ସେମାନଙ୍କ ସାଙ୍ଗରେ।କୈଳାସପତିଙ୍କ ନିର୍ଦ୍ଦେଶକ୍ରମେ ତିନିଜଣ ବ୍ରାହ୍ମଣ ଗଲେ ତିନି ଦିଗକୁ ଉତ୍ତର, ପୂର୍ବ ଓ ପଶ୍ଚିମ। ହାସ୍ୟୋସ୍ଚଳା ଭୈରବୀ ଚାଲିଲେ ଦକ୍ଷିଣ ଦିଗରେ। ଯାତ୍ରାରମ୍ଭରେ ଏମାନେ ମନ୍ତ୍ରପାଠ କରି କରି କୈଳାସ ମାନସକୁ ପ୍ରଦକ୍ଷିଣ କଲେ ସାତଥର। ଶତ ସହସ୍ର ବର୍ଷ ପୂର୍ବର ଏ କାହାଣୀ। କଥା ଅଛି, ଏହି ଚାରିଜଣ ଗତିପଥରେ କେଉଁଠି କେବେ ବାଧା ମାନି ନାହାନ୍ତି। ଏମାନେ ଅତିକ୍ରମ କରିଛନ୍ତି ତୁଷାରକେତନକୁ। ପରାଜିତ କରିଛନ୍ତି ଝାଞ୍ଜର ଗତିପ୍ରବାହକୁ। ବିଜନ ଭୀମ ଅରଣ୍ୟାନୀ, ଗଗନଚୁମ୍ବୀ ଗିରିଶୃଙ୍ଗମାଳା, ପ୍ରକୃତିର ରୁଦ୍ର ତାଣ୍ଡବ ସବୁ ତୁଚ୍ଛ ମଣିଛନ୍ତି। ଅନ୍ୟ କାହାର ମୁଖାପେକ୍ଷୀ ହୋଇନାହାନ୍ତି। ଭିକ୍ଷା କରି ନାହାନ୍ତି ପିପାସାର କଳ। ସ୍ଥିର ହୋଇ ରହି ନାହାନ୍ତି କେବେ। ନିଜ ଶକ୍ତିରେ ନିଜ ପଥ ସୃଷ୍ଟି କରିଛନ୍ତି। ଐଶ୍ୱର୍ଯ୍ୟ ଆହରଣ କରିଛନ୍ତି ପଥେ ପଥେ। ଫଳବାନ କରିଛନ୍ତି ଯାତ୍ରାପଥର ଦୁଇ କୂଳଦେଶ ଏବଂ ପ୍ରାଣପ୍ରାଚୁର୍ଯ୍ୟରେ ଲାଭ କରିଛନ୍ତି ଅସ୍ଥିର ଅଶ୍ରାନ୍ତ ଗତି। ସାର୍ଥକ ହୋଇଛି କୈଳାସପତିଙ୍କ ଆଶୀର୍ବାଦ। ଏହି ତିନିଜଣ ବ୍ରାହ୍ମଣଙ୍କର ନାମ ସିନ୍ଧୁ, ବ୍ରହ୍ମପୁତ୍ର ଓ ଶତଦ୍ରୁ।